ସବୁ ସହଜ ହୋଇଯାଆନ୍ତା...। ସୁଲଭ ହୋଇଯାଆନ୍ତା... କି... ନ୍ତୁ... ମୁଁ ଜାଣେ, ମୁଁ ବୁଝିପାରୁଚି, ସେମିତି ହବାର ନୁହେଁ... ବିଚ୍ଛେଦର ଅଶ୍ରୁ ମରଣର ଆଶୀର୍ବାଦ ଯାହା ଦେଇଚି... ମିଳନ ଅଥବା ଜୀବନର ନିର୍ଦୟ ବାଟମାରଣା ପଣରେ ମୁହୂର୍ତ୍ତକେ ସେତକ ଲୁଟି ନେବ। ସେମାନେ ସମସ୍ତେ ପୁଣି ବଦଳି ଯିବେ... ପୁଣି ଇଣ୍ଟରଭିୟୁ ଦେବାକୁ କହିଲେ, ଚାକିରି କରିବାକୁ ପ୍ରବର୍ତ୍ତେଇବେ। ମେରୀଖୁଣ୍ଟିର ମୂଳ ବଳଦ କରି, ଆଣ୍ଟ କରି ବେଙ୍ଗଳାରେ ଯୋଚି ଦେବାକୁ ବ୍ୟଗ୍ର ହୋଇ ଉଠିବେ। ସେମାନେ ଖାଲି। ପରଟିରେ ସନ୍ତୁଷ୍ଟ ହେବେ ନାହିଁ...। ଗୋଟି ପଣେ ସୁନାର ହଂସକୁ ରଖିବାକୁ ଯାଇ ତୋଟି ଚିପି ଦେବେ। ତା' ପରେ ଆଉ ସୁନା ନୁହେଁ, ଝଡ଼ିପଡ଼ିବ ସାଧାରଣ ଧଳା ପକ୍ଷୀ ଗୁଡ଼ାଏ...। ନା... ନାଁ... ଏମିତି ଏଇ ଫଟୋ ଭିତରେ, ସେଇ କବିତା ଭିତରେ ସେଇ ଛବି ଭିତରେ ମୁଁ ଜୀଇଁଥାଏ...! ସୁନାର ପର ଚେତାଉ ଥାଉ ସୁନାର ହଂସ କଥା...। ମୁଁ ଚମକି ପଡ଼ିଲି... ଅନେକ ବେଳୁ ଘରକୁ ଯିବାକୁ ସେ ମତେ ଡାକୁ ଥିଲେ...। ଉଠି ଛିଡ଼ା ହେଲି। ଫେର ଥରେ ଚାରି ଆଡ଼େ ଆକ୍ଷି ବୁଲେଇ ଆଣିଲି। ଏ ବିଶୃଙ୍ଖଳା, ଏ ଶୋକ ଚିହ୍ନ, ଏ କ୍ଷତର ରକ୍ତଧାର ସମୟ ଆସ୍ତେ ଆସ୍ତେ ପୋଛି ନବ ଟିଟୋର ଏ ଫଟୋରେ ଧୂଳି ଯମି ଯିବ, ପୋଛିବାକୁ ହୁଏତ ମନେ ପଡ଼ିବ ନାହିଁ। କେତେ ସ୍ମୃତି, କେତେ କାହାଣୀ, କେତେ ସୁଖ-ଦୁଃଖ, ଜୀବନ–ମୃତ୍ୟୁ ଏମିତି ଏ ଅଖଣ୍ଡ କାଳ ସୁଅରେ ଭାସି ଯାଉଛି... ଲୀନ ହୋଇ ଯାଉଛି ଖେଳୁ ଖେଳୁ ପାହି ସେ ପାଖକୁ, ଖେଳ ପଡ଼ିଆ ବାହାରକୁ, ଛିଟିକି ପଡ଼ୁଛନ୍ତି ସମସ୍ତେ କେତେ ସୁନାର ହଂସ ଉଡ଼ି ଯାଉଛନ୍ତି। କେତେ ସୁନାପର ହଜି ଯାଉଛି କାହିଁ କୁଆଡ଼େ-। ବର୍ତ୍ତମାନ କିନ୍ତୁ ଶୋକ ଗମ୍ଭୀର ସ୍ନେହ ସଜ୍ଜଳ ଏ ଅନ୍ତରଙ୍ଗ ପରିବେଶର ନାୟକ ଟିଟୋ। ପରମ ମୂଲ୍ୟବାନ ତାର– ଶିଳ୍ପ-ସୃଷ୍ଟି, ତା'ର କବିତା, ତା'ର ଶିଳ୍ପୀଗୁଣ କବିପଣ ମୁଁ ତାକୁ ସଶ୍ରଦ୍ଧ ସମ୍ମାନ ଜଣେଇଲି ମଥାନତ କରି, ଫଟୋ ଉପରେ ଥୋଇ ଦେଲି– ସଜ ଫୁଲଟିଏ। ବ୍ୟତିକ୍ରମ ଯଦୁନାଥବାବୁ ଥରେ ସ୍ତ୍ରୀଙ୍କର ବେଶପୋଷାକକୁ, ତତ୍ପରେ ତାଙ୍କ ହାତର ବୃହତ୍ ରଙ୍ଗୀନ୍ ପୁଡ଼ିଆକୁ ସର୍ବଶେଷରେ ସର୍ବଂସହା ଚିରମୌନ ଧରିତ୍ରୀକୁ ଚାହିଁଲେ...। କେତେ ନାଟ ନବରଙ୍ଗ କେତେ ଲୀଳାଖେଳା କରି କିଏ କୁଆଡ଼େ ଗଲେଣି। ଖାଲି ପଡ଼ି ରହିଛି ଏଇ ମାଟି। ସମସ୍ତଙ୍କର ଉଦୟ ପୁଣି ଐଶ୍ୱର୍ଯ୍ୟମୟ ମଧ୍ୟାହ୍ନ ସଙ୍ଗେ, ସକରୁଣ ଅସ୍ତରାଗ ଦେଖି ଦେଖି। ଏଇ ମହୀଟା... କାଲି ସକାଳେ କେଡ଼େ ବକଟେ ପିଲା ଥିଲା। ବିଧବା ମା' କହିଲା ଭଳି ଆପଣା ପେଟରେ ଓଦାକନା ଦେଇ, ପିଠିରେ ଉଷୁନା ଧାନ ଗଜା କରି ଛୁଆଟାକୁ ବଢ଼େଇଲା-। ମୁହୂର୍ତ୍ତକେ ଯଦୁନାଥବାବୁଙ୍କ ମନ ବର୍ତ୍ତମାନର ସ୍ଥିତି ଭୁଲି, ଅତୀତର ରହସ୍ୟମୟ ରାଜ୍ୟରେ ପ୍ରବେଶ କଲା। ହେଇ, ମହୀ, କୁଟାସରୁ ହାତଗୋଡ଼ ଦେହରୁ କଳାପାଣି ନିଗିଡ଼ି ପଡ଼ୁଛି। ଟୁମୁକାହେଇ ପେଟଟି ବାହାରିଛି ଆଗକୁ। ମୋଡ଼ିଦେଇ କୌପୁନୀ ମାରିଲା ପରି ପିନ୍ଧିଛି ଖଣ୍ଡେ ସାତଚିରା ହାପ୍ପ୍ୟାଣ୍ଟ। ତଥାପି କ'ଣ ଅଛି ତା' ଚେହେରାରେ, କ'ଣ ଅଛି ତା' ଭିତରେ? କି ଏକ ଉଜ୍ଜ୍ୱଳ ଆଲୁଅ ଝଲମଲ କରୁଛି ତା' ଚେତନାରେ? ଯାହାର ଦ୍ୟୁତି ଫୁଟି ବାହାରୁଛି ତା'ର ଦୁଇଟି ଆଖି ଦେଇ। ସେତିକି ତାକୁ ଆକର୍ଷଣୀୟ, ଆଦରଣୀୟ କରିଛି ସମୟ ବେଳେ ଏଇ ମହୀ, ମହକି ଉଠିବ, ଏଇ ନିଆଁ ଝୁଲଟିକ ଇନ୍ଧନ ପାଇଲେ ଜଳିଉଠିବ। ଏ ବିଶ୍ୱାସ ଆସୁଛି। ଦୃଢ଼ ହେଉଛି ଆପଣା ଛାଏଁ। ଯଦୁନାଥ ବାବୁ, ଅବଶ୍ୟ ଏ ଭଳି ଏକ ବିଶ୍ୱାସ ରଖି, ଅବା ମହୀ ସମ୍ବନ୍ଧେ ଗୋଟାଏ ଉଜ୍ଜ୍ୱଳ ଚିତ୍ର ଆଙ୍କି ଯେ ପସ୍ତେଇଛନ୍ତି, କି ଠକି ଯାଇଛନ୍ତି, ସେ କଥା ନୁହେଁ। ତାଙ୍କର ଯତ୍କିଞ୍ଚିତ ସାହାଯ୍ୟ, ସହଯୋଗ ମହୀକି ଖୁବ୍ ବଳ ଦେଇଛି, ଭରସା ଦେଇଛି-। ସେ ଦିନର ମହୀ ଆଜି ମହେଶ ପ୍ରସାଦ ଚୌଧୁରୀ, ଆଇ. ଏ, ଏସ.। ସରକାରଙ୍କର ଉଚ୍ଚ କ୍ଷମତାପନ୍ନ ପଦସ୍ଥ କର୍ମଚାରୀ। କେବଳ ସେତିକି ନୁହେଁ। ମହେଶ ସୁବକ୍ତା, ସୁ ଲେଖକ। ସାଧାରଣ ମାନସରେ ତା'ର ଆସନ ସ୍ୱତନ୍ତ୍ର, ସ୍ମରଣୀୟ। ସଫଳ, ସରସ, ସୁନ୍ଦର ଜୀବନଯାପନ କରି ସେ ସୁଖରେ ଅଛି।